ଗୋଟିଏ କୋଣରେ ଧୂପଦାନୀରେ, ଚନ୍ଦନର ଧୂପକାଠି ଜଳିଜଳି ଶେଷ ହୋଇ ଆସୁଚି। କଳାବତୀର ମନେହେଲା ସତେକି ଏଇ ନୀଳ ପ୍ରକୋଷ୍ଠଟି ଏକ ରୋମାଣ୍ଟିକ୍ ଦୃଶ୍ୟ ପାଇଁ ପ୍ରତୀକ୍ଷମାଣ ରଙ୍ଗମଞ୍ଚ। କଳାବତୀର ହାତକୁ କିଛି ମସଲା ଦେଇ, ଲବଙ୍ଗଟିଏ କାମୁଡ଼ୁ କାମୁଡ଼ୁ କହିଲା ନୀଳିମା–ତମେ ମତେ କ'ଣ ପଚାରୁଥିଲ ନା? ମାତ୍ର କ'ଣ ଯେ ଉତ୍ତର ଦେବି। କଳାବତୀ ମୁହଁ ଉଠାଇଲା–! ନୀଳିମା ମୁହଁରେ ଏବେ ବି ସେଇ ଲାଜର ଇନ୍ଦ୍ରଧନୁ। ସେ କହିଲା–ତମକୁ ବି ଲାଜ ଲାଗୁଚି! କହିବନି? ଏଥର ନୀଳିମା ଆରମ୍ଭ କଲା ଅଛିଣ୍ଡାଗପ…। ତା'ର କଥାଗୁଡ଼ାକ ଏକମନ, ଏକଲୟରେ ଶୁଣି ଯାଉଥାଏ କଳାବତୀ। ତାର ମନେ ହେଉଥାଏ ସେ ଯେମିତି ନିଳୀମାର ଦାମ୍ପତ୍ୟ ଜୀବନର ଏକ କ୍ୟାଟ୍ଲାଗ ଦେଖି ଯାଉଚି। ମାତ୍ର ସାତମାସର ଦାମ୍ପତ୍ୟ ଜୀବନରେ ଏତେଗୁଡ଼ାଏ ରୋମାଂଚକର ଘଟଣା ଯେ' ଘଟିଯାଇଥାଏ, କଳାବତୀ ଆଶ୍ଚର୍ଯ୍ୟ ହେଉଥିଲା। ରାସ୍ତାରେ ସେମିତି କିଛି କୋଳାହଳ ହେଇ ନ ଥିଲେ ନୀଳିମା ଆହୁରି ଗପିଥାନ୍ତା। ଚମକି ପଡ଼ି କଳାବତୀ ଘରକୁ ଫେରିଲା! ଟା ବାଜିଗଲାଣି। ନୀଳିମାର ଗପ ଅଧା ରହିଲା– ସେହିଦିନ ଚାରିଟା ବେଳେ, ରତ୍ନାକର ପାଇଁ ଜଳଖିଆ ତିଆରି କଲାବେଳେ, କଳାବତୀ ନିଜର ମନରେ କେମିତି ଏକ ଆଲୋଡ଼ନ ଅନୁଭବ କଲା। ନୀଳିମାର ସେହି କଥାଗୁଡ଼ାକ, ତା' ମନରେ ଗୁରେଇ ତୁରେଇ ହେଉଥିଲା। ନାଟକର ଦୃଶ୍ୟ, ଉପନ୍ୟାସର ଘଟଣା ପରି, ବାସ୍ତବ ଜୀବନରେ ପ୍ରଣୟ ଯେ ଏତେ ଭାବମୟ, କଳାମୟ, ରୋମାଞ୍ଚକର ହୋଇ ଉଠିଥାଏ ଏହା ତାର ଧାରଣାର ଅତୀତ। ରତ୍ନାକରର ବାଟ ଚାହିଁବାକୁ ଦାଣ୍ଡଦ୍ୱାରକୁ ଚଲାବେଳେ କଳାବତୀ ଦେଖିଲା, ନୀଳିମା ଓ ନିରଞ୍ଜନ ବୁଲି ବାହାରିଚନ୍ତି। ନୀଳିମା କହେ ଚାରିଟା ବେଳେ ସେ ଜଳଖିଆ ତିଆରି କରେ ନାହିଁ, ସେମାନେ ବୁଲିଯାଇ ବାହାରେ ଖାଇ ନିଅନ୍ତି। କଳାବତୀ ଅନେକ ଥର ସେମାନଙ୍କୁ ଏକତ୍ର ବୁଲିଯିବାର ଦେଖିଚ। ମାତ୍ର ନୀଳିମାଠାରୁ ତାର ଦାମ୍ପତ୍ୟ ଜୀବନର ଏତେଗୁଡ଼ାଏ ଘଟଣା ଶୁଣିବା ପରେ, ଆଜିର ବୁଲିଯିବାଟା ଯେମିତି ଏକ ବିଶିଷ୍ଟ ଶିଳ୍ପର ଐଶ୍ୱର୍ଯ୍ୟ ନେଇ ଠିଆ ହୋଇଚି। ଅପେକ୍ଷାକୃତ ବିଳମ୍ବରେ ଫେରି ଜଳଖିଆ ଖାଇ, ରତ୍ନାକର ପୁଣି ବାହାରିଗଲା। ରତ୍ନାକର ଚାଲିଗଲା ପରେ କଳାବତୀ ପୁଣି ରାତି ପାଇଁ ରୋଷେଇ ଆୟୋଜନ ଲାଗିଗଲା। ମାତ୍ର ସବୁ ଥର ପରି ରତ୍ନାକରକୁ ରୁଚିକର ଭୋଜନ ଦେବା ଲାଗି ସେ ଯେମିତି ରୋଷେଇରେ ମନପ୍ରାଣ ଢାଳି ଦେଇଥାଏ, ଆଜି ଯେମିତି ତା' ପାରିଲା ନାହିଁ। ନୀଳିମା ଓ ନିରଞ୍ଜନଙ୍କର ଅନେକଗୁଡ଼ାଏ ଯୁଗ୍ମଫଟ ସେ ଦେଖିଚି। ବିଭିନ୍ନ ଭଙ୍ଗୀରେ, ବିଭିନ୍ନ ସ୍ଥାନରେ। ସିନେମାର ଦୃଶ୍ୟପରି କି ସୁନ୍ଦର ସେ ଫଟଗୁଡ଼ିକ ଉଠିଚି। ରତ୍ନାକର ସହ ଏକତ୍ର ବସି ଫଟ ଉଠାଇବାର ପରିକଳ୍ପନା ଭ୍ରମରେ ସେ ଦିନେ ଆଣି ନାହିଁ। ରତ୍ନାକର ମଧ୍ୟ ଏହା କହିନାହିଁ। ମାତ୍ର କାହିଁକି? ସେମାନେ କ'ଣ ଏମିତି ଫଟ ଉଠାଇ କାନ୍ଥରେ ମାଇଲେ ସୁନ୍ଦର ଦିଶନ୍ତା ନାହିଁ? କଳାବତୀ ଭାବୁଥିଲା–କି ସୁନ୍ଦର କଥା କହିଗଲା ନୀଳିମା–ନିରଞ୍ଜନ ତାକୁ ଭାରି ଭଲ ପାଆନ୍ତି। ମୁହୂର୍ତ୍ତକର ବିଚ୍ଛେଦ ତାଙ୍କୁ ଯୁଗ ବୋଲି ମନେହୁଏ। ନୀଳିମାକୁ କଷ୍ଟ ନ ଦେବା ପାଇଁ ମାସକେ ପନ୍ଦର ଦିନ ସେ ବାହାରେ ଖାଆନ୍ତି। ନୀଳିମାକୁ ସୁଖରେ ରଖିବା ପାଇଁ କେତେ ସୁନ୍ଦର ସୁନ୍ଦର ବ୍ୟବସ୍ଥା ସେ କରି ଦିଅନ୍ତି। ପ୍ରତ୍ୟେହ ବୁଲେଇ ନେବା, ସିନେମା ଦେଖାଇବା, ଇତ୍ୟାଦି ଇତ୍ୟାଦିରେ ସେ ନୀଳିମାକୁ ମନ୍ତ୍ର ମୁଗ୍ଧ କରି ରଖିଥାନ୍ତି। ସେମାନେ ପ୍ରଜାପତିପରି ସକାଳେ ସନ୍ଧ୍ୟାରେ ଉଡ଼ି ବୁଲନ୍ତି। ଜୋଛନା ବିତାନ ତଳେ ହୁଅନ୍ତି ପୁଣି ଚକୋର, ଚକୋରୀ। କଳାବତୀ ଦୀର୍ଘଶ୍ଵାସ ଛାଡ଼ିଲା। ଉପନ୍ୟାସର କଥାବସ୍ତୁ ଭଳି ନିରଞ୍ଜନର ପ୍ରେମକୁ ବେଶ ରୂପ ଶୈଳୀ ଭରି ନୀଳିମା ବ୍ୟକ୍ତି କରିଗଲା। ସେ କିନ୍ତୁ ରତ୍ନାକର ବିଷୟରେ କ'ଣ କହିଲା-? ଏବେ ବି ମନେ ପଡ଼ୁଚି ସେଇ ନୀରସ କଥାଗୁଡ଼ାକ। ଏବେ ବି ସେ ଜାଣି ପାରୁନାହିଁ ରତ୍ନାକର ତାକୁ ଭଲପାଏ କି ନାହିଁ, ରତ୍ନାକର ସହ ଦୁଇବର୍ଷ ସେ କଟାଇ ଆସିଲାଣି। ରତ୍ନାକର ଶାନ୍ତ, ଶିଷ୍ଟ, ଗମ୍ଭୀର। ଅଳ୍ପକଥା କହେ। ବିଶେଷ ହସିବା କଥା ନ ପଡ଼ିଲେ ହସେ ନାହିଁ। ସମୟ ଅପବ୍ୟୟ କରେ ନାହିଁ। ଜୀବନଟାକୁ ଏମିତି ରୁଟିନ ବନ୍ଧା କରିଚି ଯେ, ଟିକେ ବି ଫାଙ୍କ ନାହିଁ। ସେଇ ରତ୍ନାକର ତାର ସ୍ୱାମୀ। ଜରରେ ପଡ଼ିଲେ ବାର୍ଲିସାଗୁ କରି ଖାଇବାକୁ ଦିଏ। ଶାଢ଼ି ବ୍ଲାଉଜ ଚିରି ଗଲେ ଆଣିଦିଏ। ଦରମା ପାଇଁ ସବୁଟଙ୍କା ତା' ହାତରେ ଧରାଇଦିଏ।